ଶେଷରେ କହିଲା, ଏଥର ଶୀଘ୍ର ମଇଁଷିଟିକୁ ଖୁଣ୍ଟରୁ ଖୋଲିଦେ! ମୁଁ ଶୀଘ୍ର ନେଇକରି ଯିବି। ତା ସ୍ତ୍ରୀ ଏହା ଶୁଣି ଚିଡ଼ିଯାଇ କହିଲା, ଓଃ, ଭାରି ନେଲାବାଲା, ତୁମକୁ ମଇଁଷି ଦେଇଦେବି ତ ପିଲାଏ ଦୁଧ ଦହି ମୁନ୍ଦାକ କେଉଁଠୁ ପାଇବେ? ଘିଅ ଟୋପାଏ ବା ନ ହେଲେ ମୁଁ ରୋଷେଇ କରିବି କିପରି? ଚଷା କହିଲା, ସେ କଥା ଠିକ୍, ମାତ୍ର ବିନା ବଳଦରେ ଚାଷ କି ହଳ କାମ ତ ହୋଇପାରିବ ନାହିଁ। ସେତେବେଳେ କ'ଣ ଖାଲି ଘିଅ, ଦୁଧ ଚାଟିବ? ସ୍ତ୍ରୀ କହିଲା, ଏଥିପାଇଁ ତୁମେ ବଳଦକୁ ବଞ୍ଚାଇବ ବୋଲି ମୋ ମଇଁଷିଟିକୁ ଦେବାକୁ ବାହାରି ପଡ଼ିଲ। ତୁମର ଟିକିଏ ଅକଲ ଥାଆନ୍ତା ତ ବାଘଟିକୁ ସେଇଠି ଅକଲ ଶିଖାଇ ଦେଇ ଆସି ପାରିଥାନ୍ତ। ବାଘଟାକୁ ଧପାଇ ଦେବାକୁ କ'ଣ ତୁମକୁ ବୁଦ୍ଧି ଦିଶିଲାନି। ଚଷା ଚିଡ଼ିଯାଇ କହିଲା, ତୁ କ'ଣ ଉପାୟ କରୁଛୁ କର! ସ୍ତ୍ରୀ କହିଲା, ଆଚ୍ଛା ଠିକ୍ ଅଛି। ମୁଁ କ'ଣ ଜାଣିନି, ତୁମ ବୁଦ୍ଧି କେତେ? କେତେ ବୁଦ୍ଧି ଖଟାଇ କାମ କରିଛ, ନା ଆଜି କରିବ? ହଉ ମୁଁ ଆଜି ଏହାର ବ୍ୟବସ୍ଥା କରୁଛି। ହଉ ମୁଁ ଏବେ ଯାହା କହୁଛି ସେଇଆ କର। ଚଷା କହିଲା, କ'ଣ କରାଯିବ ଶୀଘ୍ର କହ। ସ୍ତ୍ରୀ କହିଲା, ତୁମେ ବଳଦକୁ ଏଇଠି ଛାଡ଼ିଦେଇ ଯାଅ। ବାଘକୁ କହିବ, ମୋ ସ୍ତ୍ରୀ ମଇଁଷି ନେଇ ଆସୁଛି। ଚଷା ସେଇଆ କଲା। ଖାଲି ହାତରେ ଫେରିବାରୁ ବାଘ ତା ଉପରେ ରାଗିଗଲା। ଚଷା କହିଲା, ବାଘ ଭାଇ! ମୋ ଉପରେ କାହିଁକି ଖପା ହେଉଛ? ଟିକିଏ ଅପେକ୍ଷା କର। ମଇଁଷିଟା କ'ଣ ଖୁଣ୍ଟରୁ ଫିଟାଇବା ଏତେ ସହଜ ହୋଇଛି? ମୋ ସ୍ତ୍ରୀ ଛଡ଼ା ସେ ଆଉ କାହାରିକୁ ପାଖ ପୂରାଇ ଦିଏନା। ମୋ ପଛେ ପଛେ ସ୍ତ୍ରୀ ମଇଁଷିକୁ ନେଇ ଆସୁଛି। ଏଣେ ସ୍ତ୍ରୀ ସ୍ୱାମୀକୁ ବିଦା କରିଦେଇ ପୁରୁଷ ବେଶ ହେଲା। ମୁଣ୍ଡରେ ଗୋଟାଏ ବଡ଼ ଠେକା ବାନ୍ଧିଲା। କାନ୍ଧରେ ବନ୍ଧୁକ ପକାଇଲା। ତା ପରେ ଘୋଡ଼ା ଉପରେ ବସି ଆଉ ଗୋଟିଏ ବାଟରେ ଯାଇ ସେହି ବଣ ପାଖେ ପହଞ୍ଚିଲା। ବାଘକୁ ଶୁଣାଇ ପାଟି କଲା, କିଓ ପ୍ରଧାନେ! ବାଘଟାଏ କେଉଁଠି ମିଳିବ ମୋତେ ଦୟାକରି କୁହ। ଦୁଇ ଦିନ ହେଲା ପାଟି ବାଘ ମାଂସ ଚାଖିନାହିଁ। ପଅରଦିନ ଯାହା ତିନିଟା ମିଳିଥିଲା। ସତ କହୁଛି ଯଦି ବାଘଟାଏ ହାବୁଡ଼େ ପଡ଼ନ୍ତା, ତେବେ ବନ୍ଧୁକ କୁନ୍ଦାରେ ସବୁ ଠିକ୍ ହୋଇଯାଆନ୍ତା। ଏହା ଶୁଣି ବାଘ ଡରିଗଲା। ସେଠାରୁ ଅତର୍ଚ୍ଛାରେ ପଛେଇ ପଛେଇ ଚମ୍ପଟ କଲା। ଯାଉ ଯାଉ ବାଟରେ ତାହାର ମନ୍ତ୍ରୀ ଶିଆଳ ସଙ୍ଗେ ଦେଖା ହୋଇଗଲା। ବାଘ ରାଜା ଜନ୍ତୁ ଶିକାର କଲେ ତା ଭାଗରେ ନିଶ୍ଚୟ କିଛି ଚମଡ଼ା, କଣ୍ଟା ମିଳିଯିବ। ସେଇ ଆଶାରେ ସେ ରାଜାଙ୍କ ପଛେ ପଛେ ଥାଏ, ମାତ୍ର ବାଘ ରାଜା ଓଲଟି ଧାଇଁ ପଳାଇବା ଦେଖି ସେ ପଚାରିଲା, ମହାରାଜ! ଏ କି କଥା? ଆପଣ ପଳାଇ ଯାଉଛନ୍ତି କାହିଁକି? ବାଘ ଡରରେ ପଛକୁ ଚାହିଁ ଚାହିଁ କହିଲା, ବାପ୍ ରେ ବାପ! ଏଠି ଦଣ୍ଡେ ରୁହନା! ଶୀଘ୍ର ପଳାଅ! ପଳାଅ! ଆରେ ଏଇ ଜଙ୍ଗଲକୁ ଗୋଟିଏ ଭୟଙ୍କର ଶିକାରୀ ଆସିଛି। ସେ ଏକା ଥରକେ ତିନିଟା ବାଘର ମାଂସ ଜଳଖିଆ କରେ। ଆଉ ଏଠି ରହିବା କଥା ନୁହେଁ। ଶିଆଳ ହସିକରି କହିଲା, ଦେଖୁଛି ଆଜି ଆପଣଙ୍କର କ'ଣ ବିଗିଡ଼ି ଯାଇଛି। ସେଇ ଘୋଡ଼ା ଉପରେ ବସି ଆସିଥିବା ଲୋକଟିକୁ ଦେଖି ଆପଣ ପୁଣି ଘାବରେଇ ଯାଉଛନ୍ତି। ସେଇଟା କ'ଣ ଶିକାରୀ? ସେ ପରା ଚଷାର ସ୍ତ୍ରୀ। ଆପଣ ଦେଖିପାରିଲେ ନାହିଁ ତା ପିଠିରେ ପରା ବାଳ ଝୁଲୁଛି? ଭଲା ଗୋଟିଏ ସ୍ତ୍ରୀ ଲୋକକୁ ଦେଖି ଆପଣ ରାଜ୍ୟ ଛାଡ଼ି, ଶିକାର ଛାଡ଼ି ପଳାଇବାକୁ ବସିଛନ୍ତି! ଯେତେ ବୁଝାଇଲେ ବି ବାଘର ବିଶ୍ୱାସ ନ ହେବାରୁ ଶିଆଳ କହିଲା, ଆଚ୍ଛା ମୋ ଲାଙ୍ଗୁଡ଼ରେ ଆପଣଙ୍କ ଲାଙ୍ଗୁଡ଼କୁ ବାନ୍ଧି ସେଠାକୁ ଚାଲନ୍ତୁ। ସବୁ ବୁଝିପାରିବେ। ଶିଆଳ ସାଥିରେ ଯିବା ଶୁଣି ବାଘର ସାହସ ହେଲା। ଦୁହିଁଙ୍କ ଲାଙ୍ଗୁଡ଼ ଖୁବ୍ ଜୋରରେ ଗଣ୍ଠି ପକାଇ ବନ୍ଧା ହେବାରୁ ଦୁହେଁ ଚାଷୀର ବିଲ ଆଡ଼େ ଚାଲିଲେ। ଏଣେ ତଡ଼ିବା ଫଳରେ ବାଘଟା ପଳାଇ ଯିବାରୁ ଚାଷୀ ଓ ତା ସ୍ତ୍ରୀ ବହେ ହସିଲେ।